ଆଉ ହେବନି ଏତେ ପରିଚିତ କଣ୍ଠ, ଏତେ ଆପଣାର ଦରଦଭରା କଣ୍ଠ। ତେବେ କ'ଣ ଚନ୍ଦ୍ରାବତୀ ଏବେ ନର୍ସ ହୋଇଛି? କି ସାହସ, କି ଯୁକ୍ତି ନେଇ ରୋଗୀ ପଚାରିବ ଏ ପ୍ରଶ୍ନ?“ନାଁ ନାଁ, ଚନ୍ଦ୍ରାବତୀ ବା ନର୍ସ ହେବ କେମିତି?”ବଳାତ୍କାରରେ ଔଷଧ ଟିକେ ଖୋଇବାକୁ ଚେଷ୍ଟା କରୁଛି ନର୍ସ। ନର୍ସର ହାତକୁ ଚାହିଁ ରହିଛି ରୋଗୀ। ଠିକ୍ ସେହି ପରିଚିତ ସୁନାକାଠି ପରି ଶୁଭ୍ର ହାତର ଅଙ୍ଗୁଳି। ବଳିଲା ପରି ମାଦକତା ଭରା ଗୌର ମାଂସପେଶୀ। କିଏ ତେବେ ଏ ଶ୍ୱେତାଙ୍ଗୀ ବାଳିକା? ତେବେ କ'ଣ ସତରେ ଚନ୍ଦ୍ରାବତୀ ନର୍ସ ଭାବରେ ଯୋଗଦେଇଛି ଏ ଡାକ୍ତରଖାନାରେ?ପୁଣି ଭାବୁଛି ରୋଗୀ। ଯଦି ଏ ନର୍ସ ଚନ୍ଦ୍ରାବତୀ ନୁହେଁ, ତେବେ ଏତେ ଦରଦୀ ହୋଇ ଦିନ ଦିନ, ରାତି ରାତି ବସି ସେବା କରୁଛି କାହିଁକି? ଯୁକ୍ତି ବଦଳି ପୁଣି ଠିଆ ହେଉଛି ପ୍ରତିଯୁକ୍ତି। ହଁ, ନର୍ସର କାମ ହିଁ ସେବା। ଏ ସେବାରେ ଆଉ ନୂଆ କଥା କ'ଣ ଅଛି?ଅନୁରୋଧ କରୁଛି ନର୍ସ, “ନିଅନ୍ତୁ, ଟିକେ ବେଦାନା ରସ ଖାଇ ଦିଅନ୍ତୁ।”“ନାଁ ନାଁ, ଆଉ ରହିପାରିବନି ରୋଗୀ।”“ସିଷ୍ଟର? ଗୋଟିଏ କଥା ପଚାରିବି, କହିବ?”ରୋଗୀର ଆର୍ଦ୍ର, ଆର୍ତ୍ତ ଅନୁରୋଧ। ରୋଗୀର ପରିସ୍ଥିତି ବେଶ୍ ବୁଝିପାରୁଛି ନର୍ସ। ବାଧା ଦେଇ କହୁଛି, “ନାଁ ନାଁ, ପ୍ରଥମେ ଦେହ ଭଲ ହେଉ, ତା'ପରେ ଯାହା ପଚାରିବାର କଥା ପଚାରିବେ।”ନର୍ସର ବାଧାରେ ଜିଭ ପାଖରୁ କଥା ନେଉଟୁଛି ରୋଗୀର। ଆହୁରି ସନ୍ଦିହାନ ହୋଇ ଶୋଇ ରହୁଛି ରୋଗୀ।ଡାକ୍ତରଖାନା ଭିତରକୁ ଆସି ବେଳେ ବେଳେ ଆଶ୍ଚର୍ଯ୍ୟ ହେଉଛନ୍ତି ଡାକ୍ତର ପରିଜା। କି ବିଚିତ୍ର କଥା! ଦିନ ଦିନ, ରାତି ରାତି ଚନ୍ଦ୍ରାବତୀ କାହିଁକି ବସି ରହିଛି ଏ ରୋଗୀ ନିକଟରେ? ତେବେ କ'ଣ? ନାଁ, ଆଉ ଅଧିକ କିଛି ଭାବିପାରୁ ନାହାଁନ୍ତି ସେ।ଆହୁରି ବିଚିତ୍ର କଥା ହେଉଛି ଯେ, ପରିଜା ନିଜର ଡାକ୍ତରୀ ବିଦ୍ୟା ଖଟାଇ ଯେଉଁ ଔଷଧ ବରାଦ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି, ସେ ଔଷଧର ନାମ ଆଗରୁ ପ୍ରସ୍ତାବ କରୁଛି ଚନ୍ଦ୍ରାବତୀ।ସତରେ ଚନ୍ଦ୍ରାବତୀ ଜଣେ ବିଚକ୍ଷଣା, ବୁଦ୍ଧିମତୀ ବାଳିକା। ସେଇଥିପାଇଁ ନିଜକୁ ନିଜେ ହାରମାନି ଆଉ ରୋଗୀ ନିକଟକୁ ଆସୁ ନାହାଁନ୍ତି ଡାକ୍ତର ପରିଜା। ଚନ୍ଦ୍ରାବତୀର ସେବା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ତାଙ୍କର।ସେଦିନ ଟିକେ ଔଷଧ ଖାଇବାପାଇଁ ବାଧ୍ୟ କରୁଛି ନର୍ସ। କିନ୍ତୁ ଅବାଧ୍ୟ ହେଉଛି ରୋଗୀ।ଗୋଟିଏ ମାତ୍ର ଅନୁରୋଧ ରୋଗୀର।“ତୁମ ନାଁଟା କ'ଣ? ମୁଁ ଜାଣିପାରେ କି, ସିଷ୍ଟର?”ଚମକି ପଡ଼ିଲା ନର୍ସ ଚନ୍ଦ୍ରାବତୀ। ହୁଏତ ରୋଗୀ ନିକଟରେ ଅସ୍ପଷ୍ଟ ଭାବରେ ଧରାପଡ଼ି ଯାଇଛି ସେ। କଥାଟାକୁ ସହଜ କରି କହୁଛି ଚନ୍ଦ୍ରାବତୀ।“ନର୍ସ ହିଁ ନର୍ସ। ତା'ର ବା ଗୋଟାଏ ନାଁ କ'ଣ ଅଛି?”କିନ୍ତୁ ଅବାଧ୍ୟ ପିଲା ଭଳି ଏ ଯୁକ୍ତିକୁ ମାନିନେବାକୁ ପ୍ରସ୍ତୁତ ନୁହେଁ ରୋଗୀ। କେବଳ ବାରମ୍ବାର ନାଁ ଜାଣିବାର ସେହି ଜିଦ୍।ହଠାତ୍ ନିଜକୁ ରୋକିନେଇ କହି ପକାଇଲା ଚନ୍ଦ୍ରାବତୀ, “ମୋ ନାଁ କଳ୍ପନା।”ହତାଶ ହୋଇ ପୁଣି ବିଛଣା ଉପରେ ଟଳିପଡ଼ିଲା ରୋଗୀ।“ତୁମେ ମିଛ କହୁଛ। ତୁମେ ମୋତେ ଭୁଲାଇ ଦେଉଛ। ତୁମ ନାଁ କଳ୍ପନା ହୋଇ ନ ପାରେ।”ସତେ ଯେମିତି ଚନ୍ଦ୍ରାବତୀର ଛାତିରେ ଛୁରୀ ଚଳି ଯାଉଛି।ନାଁ ନାଁ, ଏ ବେଳ ନୁହେଁ। ଆହୁରି ଅପେକ୍ଷା ଦରକାର, ଆହୁରି ସମୟ ଦରକାର।ଜୋର ଦେଇ କହୁଛି ଚନ୍ଦ୍ରାବତୀ, “ଆପଣ ମୋ ନାଁଟାକୁ ଭୁଲ୍ ବୋଲି କହୁଛନ୍ତି କାହିଁକି?”ନାମଟାକୁ.